ଜାପାନ ଦେଶରେ ଏ ପ୍ରକାର ନମସ୍କାର ପ୍ରଥା କେଉଁ କାଳରୁ ଚଳିଆସୁଛି। ସେ ଦେଶର ଲୋକମାନେ ପିତାମାତା, ଗୁରୁଜନ ବା ଅତିଥିଅଭ୍ୟାଗତଙ୍କୁ ଭକ୍ତି ଓ ବିନୟର ସହିତ ଏହିପରି ମୁଣ୍ଡ ନୁଆଇଁ ପ୍ରଣାମ କରନ୍ତି। ଏହା ଏ ଦେଶର ଶିଷ୍ଟାଚାର। ଜାପାନୀ ପିଲାମାନେ ଅତି ଅଳ୍ପ ବୟସରୁ ସେମାନଙ୍କ ଗୁରୁଜନଙ୍କୁ ଏପରି ମୁଣ୍ଡ ନୁଆଇଁ ପ୍ରଣାମ କରିବାକୁ ଶିଖନ୍ତି। ଜାପାନୀ ସ୍ତ୍ରୀଲୋକଟି କାହ୍ନୁ ଓ ଜହ୍ନମାମୁଁଙ୍କୁ ଘର ଭିତରକୁ ଡାକିଲେ। ଭିତରକୁ ଯିବା ପୂର୍ବରୁ ଜୋତା କାଢ଼ି ବାହାରେ ରଖିଯିବାକୁ କହିଲେ। ଜାପାନୀମାନେ ଜୋତା ପିନ୍ଧି ଘର ଭିତରକୁ ଯାଆନ୍ତି ନାହିଁ। ଘର ଚଟାଣରେ ସୁନ୍ଦର ରଙ୍ଗିନ୍ ମସିଣା ପଡ଼ିଥାଏ। କାନ୍ଥରେ ମଧ୍ୟ ସ୍ଥାନେ ସ୍ଥାନେ ସୁନ୍ଦର ମସିଣା ଝୁଲୁଥାଏ। ସ୍ତ୍ରୀଲୋକଟି କାହ୍ନୁ ଓ ଜହ୍ନମାମୁଁଙ୍କୁ ମସିଣାରେ ବସାଇଲେ। ତା'ପରେ ଦୁଇ ପିଆଲା ଚା ଆଣି ଦେଲେ। ଆଗନ୍ତୁକ ଲୋକଙ୍କୁ ଚା ଦେବା ଜାପାନ ଦେଶର ପ୍ରଥା। କାହ୍ନୁ ଓ ଜହ୍ନମାମୁଁ ଏପରି ନୂଆ ଧରଣର ଘର କେବେ ଦେଖି ନଥିଲେ। ଜହ୍ନମାମୁଁ ସ୍ତ୍ରୀଲୋକଟିକୁ କହିଲେ-ମା'! ତମର ଏ ଘରଟି ବଡ଼ ସାଦାସିଧା ଧରଣର ହୋଇଛି। ଏହା କାହିଁରେ ତିଆରି? ଜାପାନୀ ସ୍ତ୍ରୀଲୋକ-ଆମ ଦେଶର ଅଧିକାଂଶ ଘର ଏହି ଧରଣର। ଏ ଘରର ଛାତ ଟାଇଲ୍ରେ ତିଆରି ହୋଇଛି। କେତେକ ଘରର ଛାତ ନଡ଼ାବା କାଗଜ ଛାଉଣୀ ବି ହୋଇଥାଏ। ଛାତଟିକୁ ଧରି ରଖିବା ପାଇଁ ଘରର ଚାରିକୋଣରେ ଚାରୋଟି କାଠ ବା ବାଉଁଶର ଖୁଣ୍ଟ ପୋତି ଦିଆଯାଏ। ଛାତଟି ଖୁବ୍ ଗଡ଼ାଣିଆ ହୋଇଥାଏ। ଏପରି ଛାତରୁ ପାଣି ସହଜରେ ଗଡ଼ିପଡ଼େ। କାହ୍ନୁ କହିଲା-ଆମ ଦେଶରେ ଚାଳଘରର ଛାତ ଏହିପରି ଗଡ଼ାଣିଆ। ଜାପାନୀ ସ୍ତ୍ରୀଲୋକ-ଏ ଘରର କାନ୍ଥଗୁଡ଼ିକ ମୋଟା ତେଲିଆ କାଗଜରେ ତିଆରି। ଏହା ଭିତରେ ପାଣି ଭେଦିପରେ ନାହିଁ। ରାତିରେ କାଗଜ-କାନ୍ଥ ଚାରିପଟେ କାଠର ପର୍ଦ୍ଦାସବୁ ରଖି ଦିଆଯାଏ। ଆମେ ଆମ ଘରକୁ ଖୁବ୍ ଅଳ୍ପ ଖର୍ଚ୍ଚରେ ତିଆରି କରୁ। ଆମ ଦେଶରେ ଥରକୁ ଥର ଭୂମିକମ୍ପ ହୁଏ। ଏପରି ହାଲୁକା ଘର ଭୂମିକମ୍ପରେ ସହଜେ ଭାଙ୍ଗିପଡ଼େ ନାହିଁ। ଭାଙ୍ଗିଗଲେ ବି ତାକୁ ଟେକାଟେକି କରି ପୁଣି ତିଆରି କରିଦେବା ସହଜ। କାହ୍ନୁ ଓ ଜହ୍ନମାମୁଁ ଦେଖିଲେ ଯେ ଘର ଭିତରେ ଖଟ, ଟେବୁଲ୍, ଚଉକି ପ୍ରଭୃତି କୌଣସି ସରଞ୍ଜାମ ନାହିଁ। ଘରଟିମାନ ଛୋଟ। ସେଥିରେ ଏତେ ଜିନିଷକୁ ଥାନ ହେବ କିପରି? ସେଥିପାଇଁ ଚଟାଣ ଉପରେ ମସିଣା ବିଛାଇ ତା' ଉପରେ ସମସ୍ତେ ବସାଉଠା କରନ୍ତି। ମସିଣାଗୁଡ଼ାକ ଛଣରେ ତିଆରି, ଭିନ୍ନ ଭିନ୍ନ ରଙ୍ଗରେ ଏଗୁଡ଼ିକ ଚିତ୍ର କରାହୋଇଥାଏ। ଏହିପରି କଥାଭାଷା ହେଉ ହେଉ ଘରର ପୁରୁଷଲୋକ କ୍ଷେତ କାମରୁ ଫେରିଲେ। ଅତିଥି ଦୁଇଜଣଙ୍କୁ ଦେଖି ଜାପାନୀ ପ୍ରଣାଳୀରେ ଅଭିବାଦନ କଲେ। କାହ୍ନୁ ପଚାରିଲା-ତମ ଘର ପିଲାମାନେ କାହାନ୍ତି? ପୁରୁଷଲୋକଟି ତାଙ୍କ ପୁଅଝିଅ ଦୁହିଁକୁ ଡାକିଦେଲେ। ସେ ଦୁହେଁ ଆସି ପ୍ରଥମେ ଜହ୍ନମାମୁଁ ଓ ପରେ କାହ୍ନୁକୁ ଜାପାନୀ ଢଙ୍ଗରେ ପ୍ରଣାମ କଲେ। ସ୍ତ୍ରୀଲୋକଟି ଆସି କହିଲା-ଖାଇବାର ବେଳ ହେଲାଣି, ଆସ ଖାଇବାକୁ ଯିବା। ସମସ୍ତେ ଯାଇ ଚଟାଣରେ ମସିଣା ଉପରେ ବସିଲେ। ତାଙ୍କ ଆଗରେ ଗୋଟିଏ ଅଳ୍ପ ଉଚ୍ଚ ମେଜ ଥାଏ। ମେଜ ଉପରେ ବେଲାରେ ଭାତ ଓ ଥାଳିଆରେ ମାଛ ତରକାରୀ ଥାଏ। ଦୁଇ ହାତରେ ଦୁଇଖଣ୍ଡ କାଠି ଧରି ସମସ୍ତେ ଟପାଟପ୍ ଖାଇବାକୁ ଆରମ୍ଭ କଲେ। କାହ୍ନୁ ଓ ଜହ୍ନମାମୁଁଙ୍କର ଏପରି ପ୍ରଣାଳୀରେ ଖାଇବାର ଅଭ୍ୟାସ ନାହିଁ। କାହ୍ନୁ ଦେଖି ଦେଖି ଶିଖିଗଲା। କିନ୍ତୁ ଜହ୍ନମାମୁଁ ବଡ଼ ଅଡ଼ୁଆରେ ପଡ଼ିଲେ। ସେ ତ ଗୁଡ଼ାଏ ଖାଇବେ। କାଠି ଦୁଇଖଣ୍ଡରେ ଥରେ କେତେ ଭାତ ଉଠିବ? ଜହ୍ନମାମୁଁ ଦେଖିଲେ ଯେ ପେଟରେ ଭୋକ ରଖି ଲାଜ କଲେ ଚଳିବ ନାହିଁ। ସେ ହାତ ଲଗାଇ ଗୁଣ୍ଡାକୁ ଗୁଣ୍ଡା ଭାତ ଗିଳି ପକାଇଲେ। ସେ ଏକାକୀ ଚାରିବେଲା ଭାତ ଓ ଥାଳିଏ ମାଛ ତରକାରୀ ଖାଇଲେ। ଆଉ ସମସ୍ତେ ମିଶି ଏତେ ଖାଇପାରିଲେ ନାହିଁ। ଖାଇସାରିଲା ପରେ ସମସ୍ତେ ଚା ପିଇଲେ। ଚା'ରେ ଦୁଧ କି ଚିନି ପଡ଼ି ନ ଥିଲା। କାହ୍ନୁକୁ ଏପରି ତୁଚ୍ଛା ପାଣି ଭଲ ଲାଗିଲା ନାହିଁ। କିନ୍ତୁ ଜହ୍ନମାମୁଁ ଥରକୁ ଥର ମାଗି ଚାରି ପିଆଲା ଚା ପିଇଲେ। କାହ୍ନୁ କହିଲା-ଏ ଚା' ରେ ଦୁଧ କି ଚିନି ମିଶି ନାହିଁ, ଖାଲି ଲାଲ ପାଣି। ଏପରି ଚା କ'ଣ ଭଲ ଲାଗେ?